ମ୍ୟାକ୍ଜିଣ୍ଟି ପ୍ରଶ୍ନ କଲା, ତୁମେ କିପରି ଜାଣିଲ? ମ୍ୟାକ୍ମାର୍ଡ଼ୋ ଉତ୍ତର ଦେଲା, ସେ କଥା ମୁଁ ପ୍ରକାଶ୍ୟ ବୈଠକରେ କହିବା ସଙ୍ଗତ ହେବ ନାହିଁ। ଆମେ ଜାଣିସାରିଲେଣି ଯେ, ବର୍ଡ଼ି ଏନଓ୍ୟାର୍ଡ଼ ଭଳି ଜଣେ ମସ୍ତବଡ଼, ଶକ୍ତିଶାଳୀ ଶତ୍ରୁ ଆମକୁ ଖୋଜିବା ପାଇଁ ବ୍ୟାକୁଳ ଭାବରେ ଏ ସହରରେ ବୁଲୁଅଛି। ଏତେବେଳେ ସବୁ ପ୍ରକାର ସାବଧାନତା ଅବଲମ୍ବନ ନ କଲେ ପଦେ ପଦେ ବିବାଦ। ସେଥିପାଇଁ ମୁଁ ପ୍ରସ୍ତାବ କରୁଅଛି, ମହାମାନ୍ୟ ସର୍ଦ୍ଦାରଙ୍କ ସଭାପତିତ୍ୱରେ କେତେକ ବିରିଷ୍ଟ ଅଫିସରଙ୍କୁ ନେଇ ଗୋଟିଏ ଗୁପ୍ତ କମିଟି ଗଢ଼ାଯାଉ। ସେହି କମିଟି ଆଗରେ ମୁଁ ମୋର ସବୁ ପରିକଳ୍ପନା କହିବି। ମ୍ୟାକ୍ଜିଣ୍ଟି ମନକୁ ଏ କଥାଟା ପାଇଲା। ସେ କେତେ ଜଣ ବିଶିଷ୍ଟ ଅନୁଚରଙ୍କ ସହ ନିକଟବର୍ତ୍ତୀ ଗୁପ୍ତଘର ଭିତରକୁ ଗଲା। ଭୁଲରୂପେ କବାଟ ବନ୍ଦ କରିଦେଇ ମ୍ୟାକ୍ମାର୍ଡ଼ୋକୁ ଚାହିଁ କହିଲା, ଏଥର କୁହ, ସବୁ ଘଟଣା କହିଲ ମୋ ସହିତ ସେ ଲୋକଟାର ଦୁଇତିନି ଥର ଦେଖା ହେଲାଣି। ମୁଁ ପ୍ରଥମରେ ତାକୁ ଆଦୌ ସନ୍ଦେହ କରିପାରି ନ ଥିଲି। କ୍ରମ୍ରେଡ଼ ମରିସଙ୍କଠାରୁ ଖବର ପାଇବା ପରେ ଲୋକଟା ସହିତ ପୁଣି ଥରେ ସାକ୍ଷାତ ହୋଇଥିଲା। ବୋଧହୁଏ ଶୁଣି ଆପଣମାନେ ଖୁସି ହେବେ ଯେ, ସେ ଆମକୁ ଧରିବ କଣ, ମୁଁ ତାକୁ ଫାନ୍ଦରେ ପକାଇବାର ଗୋଟାଏ ବ୍ୟବସ୍ଥା କରିଦେଇ ସାରିଛି।ମ୍ୟାକ୍ଜିଣ୍ଟି ଉତ୍କଣ୍ଠାର ସହିତ ପଚାରିଲା କିପରି? ସଫା କରି କହିଲ ତ ଦେଖି। ତାର ବିଶ୍ୱାସ,ମୁଁ ତାକୁ କ୍ଳବର ସମସ୍ତ ଭିତର ଖବର ଯୋଗାଇଦବା ଯୋଗାଇଦେଇପାରିବି। ସେ ତାର ଖବରକାଗଜ ପାଇଁ ଆମ କ୍ଳବର ସମ୍ବାଦ କିଛି ସଂଗ୍ରହ କରିପାରିଲେ ମୋତେ ହଜାରେଟି ସୁନା ମୋହର ପୁରସ୍କାର ଦେବ।ମ୍ୟାକ୍ଜିଣ୍ଟି ଚମକି ଉଠିଲା, ସର୍ବନାଶ, ତୁମେ ତାକୁ ଖବର ଦେବ ନା କଣ ? ମ୍ୟାଯୋର୍ଡ଼ୋ ହସିହସି ଉତ୍ତର ଦେଲା, ନିଶ୍ଚୟ ଖବର ଦେବି। କେଉଁ ଦିନ କେତେବେଳେ ଖବର ଦେବି, ତାହା ମଧ୍ୟ ସ୍ଥିର ହୋଇଯାଇଛି। ମ୍ୟାକ୍ଜିଣ୍ଟି ଏବଂ ତାର ଅନୁଚରବର୍ଗ ଏକସଙ୍ଗରେ ଠିଆ ହୋଇଗଲେ। ବଲ୍ଡ଼ୁଇନ କିଛି କହିବାକୁ ଯାଉଥିଲା, ମ୍ୟାଜାର୍ଡ଼ୋ ସ୍ଥିର କଣ୍ଠରେ ତାକୁ ବାଧା ଦେଇ କହିଲା, ବନ୍ଧୁଗଣ, ଉତ୍ତେଜିତ ହୁଅନ୍ତୁ ନାହିଁ। ବର୍ତ୍ତମାନ ଉତ୍ତେଜିତ ହେବାର ସମୟ ନୁହେଁ। ତାକୁ ଯାହା କରିବାର କଥା, ତାହା ଆମେ ସମସ୍ତେ ଏକସଙ୍ଗେ କରିବା। ଯଦି ମୋ ପରିକଳ୍ପନା ଅନୁଯାୟୀ ଆପଣମାନେ କାମ କରିବେ, ତେବେ ସେ ସମସ୍ତ ସମ୍ବାଦ ସଂଗ୍ରହ କରିବ ସତ ମାତ୍ର ତାହା ନେଇ ଏ ସହର ବାହାରକୁ ଯାଇପାରିବ ନାହିଁ। ମ୍ୟାକ୍ଜିଣ୍ଟି ପଚାରିଲା, କଣ ତୁମର ପରିକଳ୍ପନା? ଆସନ୍ତା କାଲି ରାତିରେ ସେ ଲୋକଟା ସହିତ ମୁଁ ଦେଖା କରିବି ବୋଲି ସ୍ଥିର ହୋଇଅଛି। ମୋ ଘରକୁ ହିଁ ସେ ଆସିବେ। ସ୍ୱୟଂ ସର୍ଦ୍ଦାର ଏବଂ କ୍ଳବର ମୁଖିଆ ଅଫିସରମାନେ ପାଖ ଘର ଭିତରେ ଅପେକ୍ଷା କରି ରହିଥିବେ। ମୁଁ ସେ ଲୋକଟାକୁ ସମ୍ବରର୍ଦ୍ଧନା କରି ଆଣି ମୋ ପାଖରେ ବସାଇବି। ତା ପରେ ସେହି ଘର ଭିତରୁ ସେ କଣ ଆଉ ଜୀବନରେ ଫେରିଯିବ ବୋଲି ତୁମେ ଭାବୁଛ? ସେ ଯଦି ପର ଦିନ ସକାଳକୁ ବଞ୍ଚିରହେ, ତେବେ ସର୍ଦ୍ଦାର ଓ ମୁଖିଆ ଅଫିସରମାନେ ପାଖ ଘରେବସିକି ପାଖ ଘରେ କାହିଁକି ବସି ରହିଥିବେ? ମଶା ମାରିବେ ବୋଲି?ମ୍ୟାକ୍ଜିଣ୍ଟି ଆନନ୍ଦରେ ଉତ୍ଫୁଲ୍ଲ ହୋଇଉଠି ମ୍ୟାଜେର୍ଡ଼ୋକୁ ଦୃଢ଼ଭାବରେ କୁଣ୍ଢାଇ ଧରିଲା। ହସିହସି କହିଲା, ମୁଁ ପୁଣି ଥରେ କହି ରଖୁଛି, କ୍ଲବର ପରବର୍ତ୍ତୀ ସର୍ଦ୍ଦାର କେବଳ ତୁମେ ମ୍ୟାକ୍ମାର୍ଡ଼ୋ।ସେ ମ୍ୟାକ୍ଜିଣ୍ଟିକୁ ଚାହିଁ ଉତ୍ତର ଦେଲା,ମହାମାନ୍ୟବର ସର୍ଦ୍ଦାର, ଏ ଆପଣଙ୍କର ଅପାର ଦୟା। ମୁଁ ତ ସଦ୍ୟ ଦଳଭୁକ୍ତ ସାମାନ୍ୟ..